ମୁଁ ଅଜଣା ଆଶଙ୍କାରେ ଆଖି ବୁଜିଦେଲି। ରାବଣପୋଡ଼ି ଉତ୍ସବ ଦେଖିବାକୁ ଆସିଥିବା ଉତ୍ସକ ଜନତାଙ୍କ ଭିତରେ ଚାପ ଗୁଞ୍ଜରଣ–ଏ ଟୋକାଟା କିଏ? କଣ ମାଏ ୟାର ମତଲବ? ଏଇ କଣ ସହରର ରାସ୍ତାରେ ବୁଲୁଥିବା ସେଇ ହତଭାଗ୍ୟ ପାଗଳ? ବିରୋଧରେ ଦଳର ହାତବାରେସି କୌଣସି ଦାଦା? ସତ୍ତା ଭଣ୍ଡୁର କରିବା ପାଇଁ ଆସୁଥିବା ଭଡ଼ାଟିଆ କର୍ମୀ? ସେମାନେ ପରସ୍ପରର ମୁହଁକୁ ଖାଲି ଅନଉଥିଲେ। ମୁଖ୍ୟମନ୍ତ୍ରୀଙ୍କ ପଛପଟେ ଛିଡ଼ା ହୋଇଥିବା ତାଙ୍କର ବ୍ୟକ୍ତିଗତ ସଚିବ ଦି ପାହୁଣ୍ଡୁ ଆଗେଇ ଆସି ତାଙ୍କ କାନେରେ କଣ କହୁଥିଲା। ସମ୍ଭବତଃ ରାବଣପୋଡ଼ି ସମୟ ଗଡ଼ିଯାଉଥିବା ନେଇ ବିଧାୟଙ୍କ କଥାଟିକୁ ସେ ତାଙ୍କର ମନେ ପକେଇ ଦେବାରୁ ଚାହୁଁଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ହାତର ଇସାରାରେ ତାକୁ ଚୁପ୍ କରିଦେଲେ। ସେ ପଛକୁ ଫେରିଗଲା।ସଚ୍ଚି ଏବେ ମାଇକ୍ରୋଫୋନ ସାମ୍ନାରେ ଛିଡ଼ା ହୋଇଥିଲା। ସବୁ ବର୍ଷ ପରି ସଚ୍ଚି ଏଥର ମଧ୍ୟ ଠିକ୍ ସପ୍ତମୀ ଦିନ ସକାଳୁ ଆସି ଆମ ସହରରେ ପହଞ୍ଚିଥିଲା। ଗଲା ସାତବର୍ଷ ଧରି ଆମେ ଚାରିଜଣ ପୂଜା ଚାରିଦିନ ଏକାଠି କଟେଇ ଆସୁଛୁ। ଏଥର ମଧ୍ୟ ତାର ବ୍ୟତିଗତ ହୋଇ ନଥାନ୍ତା। ମୁଁ, ପ୍ରସନ୍ନ, ଆଦିତ୍ୟ ଓ ସଚ୍ଚି। ଆମେ ଏକାଠି ଏଇ ସହରର ଟାଉନ୍ କଲେଜରେ ପଢ଼ୁଥିଲୁ। ମୁଁ ଗୋଟେ ଖବରକାଗଜରେ କାମ କରେ। ପ୍ରସନ୍ନ ଓ ଆଦିତ୍ୟ ଉଭୟଙ୍କର ବ୍ୟବସାୟ। ସଚ୍ଚି ଏ ପର୍ଯ୍ୟନ୍ତ ବେକାର। ଗାଁରେ ରହି ଚାକିରି ଅପେକ୍ଷାରେ କରୁଛି। ପୂଜା ଆସିଗଲେ ଆମେ ଏକାଠି ହେଉ। ସ୍କୁଟର କି ମଟର ସାଇକେଲରେ ବୁଲି ବାହାରୁ ସହର। କଲେଜ ଛକ, ପୁରୁଣାଗଡ଼, କାଳୀ ମନ୍ଦିର ଓ ଶିବ ପାନଦୋକାନ ହୋଇ ଚାରିଆଡ଼େ ଘେରାଏ ଘୂରିଆସୁ। ଯିଏ ଯୋଉଠି ସାଙ୍ଗସାଥୀ ରହୁଛନ୍ତି ଖୋଜି ଖୋଜି ଦେଖାକରୁ। ଗଲା ଅଷ୍ଟମୀ ଦିନ ରାତିରେ ଆମେ ବନମାଳୀର ଢାବାକୁ ଯାଇଥିଲୁ। ସାତବର୍ଷ ଆଗେ ବନମାଳୀର ଢାବା ଗୋଟେ ଝୁମ୍ପୁଡ଼ି ଘରେ ଥିଲା, ଏବେ ସେ ବଢ଼େଇ ହେଇଛି। ଢାବା ସାମ୍ନାରେ ଖଟିଆ ପକେଇଛି, ରସିକ ଗ୍ରାହକଙ୍କ ପାଇଁ ଭିତରେ ବି ତିଆରି କରିଛି ଗୋଟେ ନିଭୃନୁ କ୍ୟାବିନ। ଆଦିତ୍ୟ ପ୍ରସ୍ତାବ ଦେଇଥିଲା, "କେବଳ ରୁଟି ତଡ଼କାରେ ଚଳିବ ନାହିଁ। ବିଅର ଦରକାର।"ସଚ୍ଚି ଓ ମୁଁ ଚମକି ପଡ଼ିଲୁ। ଏକାବେଳକେ ବିଅର! ପ୍ରସନ୍ନ ମୁଣ୍ଡ ଟାଙ୍ଗୁରିଥିଲା, "ଠିକ୍, ଠିକ୍। ରମ୍ ହେଲେ ଜମନ୍ତା। ଛାଡ଼ ସେଇ ବିଅରରେ ଚଳେଇଦେବା।" ମୁଁ କି ସଚ୍ଚି କିଛି କହିବା ଆଗରୁ ଆଦିତ୍ୟ ଡାକିଲା, "ସିରାଜ୍!"ବନମାଳୀ ଢାବାର ଏକମାତ୍ର କର୍ମଚାରୀ ସିରାଜକୁ ଆଦିତ୍ୟ ଚିହ୍ନେ। ବେଳେ ଅବେଳେରେ ସେ ଆସି ଏଇଠି ଖାଏ। ଯିବାବେଳକୁ ସିରାଜକୁ ପାଞ୍ଚ ଦଶ ଟଙ୍କା ବକ୍ସିସ୍ ଦେଇଥାଏ। ସିରାଜ ତାଠୁଁ ଦି ଶହ ଟଙ୍କା ନେଇ ଚାଲିଗଲା। ଆମେମାନେ ଖଟିଆ ଉପରେ ଚିତ୍ ହୋଇ ପଡ଼ିଥିଲୁ। ଦିନସାରା ଢେର୍ ବୁଲା ହୋଇଛି। ଏମିତି ଅବସରରେ ପ୍ରସନ୍ନ ଖୁବ୍ ରୋମାଣ୍ଟିକ୍ ହୋଇଯାଇ ଥାଏ ଥାଏ । ପୁରାଣ ପୁରୁଣା ଫିଲ୍ମ ଗୀତ ସବୁ ମନେପକାଇ ଗାଏ। ସ୍ୱର ମିଳୁ କି ନମିଳୁ ଗୀତ ଗାଇବା ବନ୍ଦ କରେ ନାହିଁ। ଆଦିତ୍ୟ ପାଲଟିଯାଏ ଗୋଟେ ବିପ୍ଳବୀ। ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କଠୁଁ ନେଇ ସବୁ ନେତାଙ୍କ ସେ ଗାଳିଦିଏ। ସରକାରୀ ଅଫିସଙ୍କ ପାଇଁ ବଛା ବଛା ଗାଳି ଵେବସ୍ତା ବ୍ୟବହାର କରେ। ଦେଶଟା ଯେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ତଳିତକାନ୍ତ ହୋଇଗଲାଣି, ସେଇକଥା ସେ ସାବ୍ୟସ୍ତ କରେ। ସଚ୍ଚି କିଛି କହେ ନାଇଁ । ତାର ବେକାରୀ ଜୀବନ ବୋଧହୁଏ ତାକୁ ଏମିତି ଚୁପ୍‌ଚାପ୍ କରି ଦେଇଛି। ଆଗେ କିନ୍ତୁଏ ସେ ଏମିତି ନ ଥିଲା। ମୁଁ ସେମାନଙ୍କ କଥା ଶୁଣେ। ମୋତେ କେହି କିଛି ପଚାରିଲେ ପଦେ ଦି ପଦ କହେ। ମାତ୍ର ପ୍ରସନ୍ନ ମୋତେ ମୋ କଥା ସାରିବାକୁ ଦିଏ ନାହିଁ। ସବୁ କଥାରେ ସେ କାନ ଗଳାଏ। କଥା ମଝିରେ ରୋକିଦିଏ। ବନମାଳୀ ଆମକୁ ସାଲାଡ ଆଣି ଦେଇ ଯାଉଥାଏ। ତା ପାଖରେ ଥିବା ଚାରିଟା ବିଅର ବି। ସଚ୍ଚିକୁ ଛାଡ଼ି ଆମେ ତିନିହେଁ ବିଅର ପିଇ ଚାଲିଥିଲୁ। ସଚ୍ଚି ବିଅର ତ ଦୂରର କଥା, ଚା କି କଫି ସୁଦ୍ଧା ପିଏ ନାହିଁ। ମାତ୍ର ପ୍ରସନ୍ନର ଲୋଡ଼ା ଥିଲା ଆହୁରି ଦିଇଟା ବିଅର। ସେ ଖାଲି ଗିଲାସକୁ ଖଟିଆ ବାଡ଼ା ଉପରେ କଚାଡ଼ି ଦେଇ ପଚାରିଲା, "କୁଆଡ଼େ ଗଲା ସେ ସିରାଜ!"।